କେଉଁଠି ହେଲେ ବି ତାହା ପ୍ରକାଶ କରେ ନାହିଁ। ଏହିପରି ଲୋକଙ୍କୁ ଉତ୍ତମ ଶ୍ରେଣୀର ଲୋକ ଭାବରେ ଗଣାଯାଇଥାଏ। ଏହି ଧରଣର ଲୋକ କଥାର ସାରତକ ଗ୍ରହଣ କରନ୍ତି। ବାହାରେ ସବୁ ମନୁଷ୍ୟ ସମାନ ଦେଖାଯାଇ ପାରନ୍ତି। ମାତ୍ର ମନୁଷ୍ୟର ପାର୍ଥକ୍ୟ ତା'ର ଆତ୍ମା ଓ ମନରେ ରହିଛି। '' ରାଜା କୃଷ୍ଣଦେବ ରାୟ ଓ ତାହାଙ୍କ ଦରବାରର ଲୋକମାନେ ଏହା ଶୁଣି ଓ ମୂର୍ତ୍ତିଗୁଡ଼ିକୁ ପରୀକ୍ଷା କରି ଦେଖି ଆନନ୍ଦିତ ହେଲେ। ମନ୍ତ୍ରୀଙ୍କୁ ବହୁତ ପୁରସ୍କାର ଦିଆଗଲା। ସଙ୍ଗେ ସଙ୍ଗେ ମୂର୍ତ୍ତିର ନିମ୍ନରେ କିଏ ଉତ୍ତମ, କିଏ ମଧ୍ୟମ ଓ କିଏ ଖରାପ ତାହା ଲେଖି ରାଜା କୃଷ୍ଣଦେବ ଏଗୁଡ଼ିକୁ ଦିଲ୍ଲୀର ସୁଲତାନଙ୍କ ପାଖକୁ ପଠାଇଦେଲେ। ସୁଲତାନ ଏଗୁଡ଼ିକୁ ଦେଖି ମନ୍ତ୍ରୀଙ୍କ ବୁଦ୍ଧି କିପରି ସରସ ତାହା ବୁଝିପାରିଲେ। ଚତୁର ତେନାଲି ରାମ ବିଜୟ ନଗରର ରାଜା କୃଷ୍ଣଦେବ ରାୟଙ୍କ ଦରବାରରେ ଜଣେ ଚତୁର ଓ ବୁଦ୍ଧିମାନ ବ୍ୟକ୍ତିଥିଲେ। ତାଙ୍କ ନାଁ ତେନାଲି ରାମ। କଥା କହି ସମସ୍ତଙ୍କୁ ହସାଇବାରେ ସେ ଥିଲେ ଧୁରନ୍ଧର। ଥରେ ରାଜା ତେନାଲି ରାମଙ୍କ ଉପରେ ଖୁବ୍ ରାଗିଗଲେ। କହିଲେ-''ଯାଅ, ମୋତେ ଆଉ ତୁମେ ମୁହଁ ଦେଖାଇବ ନାହିଁ। '' ତା'ପରଦିନ ତେନାଲି ରାମ ଆପଣା ମୁହଁକୁ ଗୋଟିଏ ମୁଖାରେ ଘୋଡ଼ାଇ ରାଜାଙ୍କ ଦରବାରରେ ଆସି ପହଞ୍ଚିଲେ। ତାଙ୍କୁ ଏପରି ଦେଖି ଦରବାରର ଲୋକମାନେ ହସିବାକୁ ଲାଗିଲେ। ରାଜା ମଧ୍ୟ ତେନାଲି ରାମଙ୍କ ଏପରି ବେଶ ଦେଖି ଆହୁରି ରାଗିଗଲେ। ଦୁଆରୀଙ୍କୁ ଆଦେଶ ଦେଲେ-''ଏହାକୁ ବନ୍ଦକରି ହାଜତରେ ପକାଇ ଦିଅ। '' ତେନାଲି ରାମ ଅତି ବିନୟରେ ପଚାରିଲା-''ମହାରାଜ୍ ମୋର ଅପରାଧ? '' ରାଜା କହିଲେ- ''ମୁଁ ପରା ତୁମକୁ କହିଥିଲି ମୋତେ ଆଉ ମୁହଁ ଦେଖାଇବ ନାହିଁ। କେଉଁ ସାହସରେ ତୁମେ ପୁଣି ଏଠାକୁ ଆସିଲ? '' ତେନାଲି ରାମ ପୂର୍ବ ଅପେକ୍ଷା ଆହୁରି ନମ୍ର ଭାବରେ କହିଲେ- ''ମହାରାଜ୍, ମୋର ଅପରାଧ କ୍ଷମା କରନ୍ତୁ। ମୁଁ ଆପଣଙ୍କ ଆଦେଶକୁ ହିଁ ପାଳନ କରିଛି। ଆପଣ କାଳେ। ମୋ ମୁହଁକୁ ଦେଖି ପାରିବେ ସେଥିପାଇଁ ମୁଁ ମୋ ମୁହଁକୁ ମୁଖାରେ ଢାଙ୍କି କରି ଆସିଛି। '' ରାମଙ୍କ କଥା ଶୁଣି ସମସ୍ତେ ହସି ଉଠିଲେ। ରାଜାଙ୍କର ରାଗ ମଧ୍ୟ ଊଣା ହୋଇଗଲା। ରାମ ଏଥର ରାଜାଙ୍କ ଦରବାରରେ ବେଶ୍ ଆରାମରେ ରହିଲେ। ରାଜାଙ୍କ ଅନୁଗ୍ରହରୁ ବେଶ୍ ଟଙ୍କା ପଇସା ବି ପାଇଲେ ବିଜୟ ନଗରରେ ନିଜର ଘର ଦୁଆର ବାଡ଼ି ବଗିଚା କରିଥାଆନ୍ତି। ଦିନେ ରାତିରେ ରାମ ସ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଉଥାନ୍ତି। ଜାଣି ପାରିଲେ ପଞ୍ଝାଏ ଚୋର ତାଙ୍କ ଘରେ ଚୋରି କରିବାକୁ ଛକିଛନ୍ତି। ପାଚିରି ଆରପଟେ ଲୁଚି ଫୁସ୍ ଫୁସ୍ ହେଉଛନ୍ତି। ସେ ସ୍ତ୍ରୀଙ୍କୁ ପାଖକୁ ଡାକିଲେ। ଚୋରଙ୍କୁ ଶୁଣାଗଲା ଭଳି ଉଚ୍ଚ ସ୍ୱରରେ କହିଲେ- ''ହେଇ ଦେଖ ଆଜି କାଲି ସହରରେ ବହୁତ ଚୋର ମାତିଛନ୍ତି। ସେମାନଙ୍କ ଯୋଗୁ ଘର ଭିତରେ ଜିନିଷପତ୍ର ରଖିବାକୁ ବି ଲୋକେ ଡରିଲେଣି। ଯାହାର ଯାହା ମାଲମତା ଅଛି ସେମାନେ ପୋତାପୋତି କରି ଦେଇଛନ୍ତି। ଚାଲ ଆମେ ବି ସେମିତି ଗୋଟାଏ କାମ କରିବା। ଆମର ଯାହା କିଛି ସୁନା ରୁପା ଦାମିକା ଜିନିଷ ଅଛି ତାକୁ ଗୋଟାଏ ବଡ଼ବାକ୍ସରେ ପୂରାଇ ବଗିଚାରେ ଥିବା କୂଅ ଭିତରକୁ ପକାଇ ଦେବା। ଏକଥା ଯେମିତି ଆଉ କେହି ନ ଜାଣନ୍ତି। '' ଚୋରମାନେ ଏହା ଶୁଣି ଖୁବ୍ ଖୁସି ହୋଇଗଲେ। ରାମ